ତେଣୁ ସେ ପ୍ରତ୍ୟେକ ପୁରୁଷକୁ ଦେଖିଲାମାତ୍ରେ ତାଚ୍ଛଲ୍ୟଭାବ ପ୍ରଦର୍ଶନ କରୁଥିଲେ। ବିଦ୍ୟୁପ୍ରଭାଙ୍କ ଦୁର୍ଯ୍ୟୋଗକୁ ସେଦିନ ଗୋଟିଏ ଅଦ୍ଭୁତ ପ୍ରକାରର ମଣିଷ ତାଙ୍କ ଘରକୁ ଆସିଲା। ଯେଉଁ ମଣିଷଟି ଲୋକଦେଖାଣିଆ ସ୍ନେହ, ମାୟା, ମମତାର ମୂଲ୍ୟ ଜୀବନରେ କେବେ କାହାକୁ ଦେଇ ପାରିନାହିଁ, ଯେ କପେ ଚା' ଖାଇସାରି ଫମ୍ପା ଧନ୍ୟବାଦ ଜଣାଇ ଗଦ୍ଗଦ୍ ହେବାକୁ ଜାଣିନାହିଁ ସେହିପରି ଗୋଟିଏ ସୃଷ୍ଟିଛଡ଼ା ଲୋକକୁ ଦେଖି ବିଦ୍ୟୁପ୍ରଭା ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭଗବାନଙ୍କ ସୃଷ୍ଟିରେ ଯେ ଏପ୍ରକାର ଗୋଟିଏ ଅଦ୍ଭୁତଜୀବ କିପରି ଆଜିଯାଏ ତିଷ୍ଠିପାରିଲା ସେହି କଥା ହିଁ ସେହି ଲୋକଟିକୁ ଦେଖିଲାମାତ୍ରେ କେବଳ ଭାବୁଥିଲେ ବିଦ୍ୟୁପ୍ରଭା। ଏହି ଅଦ୍ଭୁତ ଜନ୍ତୁଟିକୁ ଦେଖିଲା ମାତ୍ରେ ବୁଦ୍ୟୁପ୍ରଭା ଯେ କେବଳ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ତାହା ନୁହେଁ। ସେହି ଲୋକଟିକୁ ଦେଖିଲାମାତ୍ରେ ତାଙ୍କ ମନରେ ଗୋଟିଏ କୌତୂହଳ ମଧ୍ୟ ଜନ୍ମିଥିଲା। ତାକୁ ଜାଣିବା ପାଇଁ ସେ ବିଶେଷ ଆଗ୍ରହ ପ୍ରକାଶ ମଧ୍ୟ କରିଥିଲେ। ଉଦ୍ଧତ ପୁରୁଷକୁ ନାରୀ ମୋଟେ ଭଲପାଏ ନାହିଁ। ଉଦ୍ଧତ ପୁରୁଷର ସାନ୍ନିଧ୍ୟ ସ୍ତ୍ରୀମାନେ ମୋଟେ ପସନ୍ଦ କରନ୍ତି ନାହିଁ। ଯେଉଁ ପୁରୁଷ ସେମାନଙ୍କର ସମସ୍ତ ପ୍ରକାର ଦୌରାତ୍ମ୍ୟ ସହ୍ୟକରି ସୁଦ୍ଧା ସେମାନଙ୍କୁ ହସି ହସି ଦୁଇପଦ ମିଠାକଥା କହି ସେମାନଙ୍କର ପ୍ରଭୃତ୍ୱକୁ ଅମ୍ଳାନ ବଦନରେ ସହ୍ୟ କରିପାରେ ପୁରୁଷକୁ ସ୍ତ୍ରୀମାନେ ଅଧିକ ପସନ୍ଦ କରନ୍ତି ବୋଲି ଏହି ପ୍ରକାରର ଗୋଟିଏ ଧ୍ରୁବ ଧାରଣା ଥିଲା ବିଦ୍ୟୁପ୍ରଭାଙ୍କର। ବିଦ୍ୟୁପ୍ରଭା କାହାକୁ ଭଲ ପାଆନ୍ତି, କାହାକୁ ସ୍ନେହ ଦେଖାନ୍ତି ତାହା ସେ ନିଜେ ମଧ୍ୟ ଜାଣନ୍ତି ନାହିଁ। ଯେ ସ୍ନେହକୁ ନେଇ ଗୋଟିଏ ରିତିମତ୍ ବ୍ୟବସାୟ ଆରମ୍ଭ କରିଥାଏ ସେ ସ୍ନେହର ମୂଲ୍ୟ ବୋଧହୁଏ ସମସ୍ତଙ୍କ ଅପେକ୍ଷା ଅଧିକ ପରିମାଣରେ ବୁଝିପାରେ। ସେ ବୁଝେ କପେ ଚା' ଖର୍ଚ୍ଚ କରିପାରିଲେ ସ୍ନେହ ମିଳେ। ମାତ୍ର ଏହି ଅଦ୍ଭୁତ ମଣିଷ ପାଖରେ ବିଦ୍ୟୁପ୍ରଭାଙ୍କର ସମସ୍ତ ଚେଷ୍ଟା ପଣ୍ଡ ହୋଇଯାଇଥିଲା। ସେ ଲୋକଟି ଅନେକ ସମୟରେ ଆସୁଥିଲା। ଏକ ନିଶ୍ୱାସରେ ଚା' କପଟି ଶେଷ କରିଦେଇ ବସିଲା ସ୍ଥାନରୁ ଉଠିପଡ଼ି ଗୋଟିଏ ଛୋଟ ନମସ୍କାର ପକାଇ କହୁଥିଲା, ''ମୁଁ ଆସୁଛି। ପୁଣି କେବେ ଆସିଲେ ଆଉ କପେ ଚା' ଖାଇବି। '' ଲୋକଟି ପାଦ ବଢ଼ାଇ ବାହାରକୁ ଚାଲିଗଲା ପରେ ବିଦ୍ୟୁପ୍ରଭା ତାକୁ ଏକ ଧ୍ୟାନରେ ଅନାଇରହନ୍ତି। ତା' ସମ୍ବନ୍ଧରେ ସେ କିଛି ଭାବିପାରନ୍ତି ନାହିଁ, ଯେହେତୁ ତା' ବିଷୟରେ କୌଣସି ଉଚ୍ଚ ଅଥବା ନୀଚ ଧାରଣା ମନ ମଧ୍ୟରେ ପୋଷଣ କରିବାକୁ ସେହି ଲୋକଟି କୌଣସି ଗୋଟିଏହେଲେ କଥାର ଖିଅ ଛାଡ଼ି ଯାଏନାହିଁ। ସେ ଆସୁଥିଲା ଏବଂ କେବଳ ଚା' ପିଇ ଦେଇ ଚାଲି ଯାଉଥିଲା। ଏତିକି ବ୍ୟତୀତ ସେ ଆଉ କୌଣସି ଉଦ୍ଦେଶ୍ୟ ରଖି ଯେପରି ଆସୁନଥିଲା ସେହିକଥା ତାହାର। ହାବଭାବରୁ ବିଶେଷ ପରିମାଣରେ ସୂଚିତ ହେଉଥିଲା। ଲୋକଟିର ଢଙ୍ଗ ରଙ୍ଗ ଦେଖି ବିଦ୍ୟୁପ୍ରଭା କ୍ରମେ କ୍ରମେ ଅସ୍ଥିର ହୋଇ ପଡ଼ିଲେ ଏବଂ ମନେମନେ ଅନୁଶୋଚନା ମଧ୍ୟ ଯଥେଷ୍ଟ କରୁଥିଲେ ଯେ ଅଯଥାରେ ସେ ଲୋକଟିକୁ ଜାଣିବା ପାଇଁ ସେ ଅନେକ ଚା' ଖର୍ଚ୍ଚ କରି ସାରିଲେଣି। ତଥାପି ସେ କ୍ଷଣକ ସକାଶେ ଲୋକଟିକୁ ଯେ ଚିହ୍ନି ପାରିଲେ ନାହିଁ। ଏତିକି କେବଳ ତାଙ୍କର ଦୁଃଖ। ଦିନେ ବିଦ୍ୟୁପ୍ରଭା ସେ ଲୋକଟିକୁ ପ୍ରଶ୍ନକଲେ, ''ଆପଣତ ଆମ ଘରକୁ ଅନେକଦିନ ଆସିଲେଣି କିନ୍ତୁ ଆପଣଙ୍କ ପରିଚୟ କାହିଁ ଦିନେ ହେଲେତ ଆମକୁ ଦେଲେନାହିଁ? '' ସେ ଲୋକଟି ଅଳ୍ପ ହସିଦେଇ କହିଲା, ''ମୁଁ ହେଉଛି ମୋ ନିଜର ପରିଚୟ। ଏତିକି ବ୍ୟତୀତ ମୋ ନିଜ ସମ୍ବନ୍ଧରେ ମୁଁ ଅନ୍ୟକିଛି ଜାଣେ ନାହିଁ। '' 'ଏହାର ଅର୍ଥ? ' ଏତିକି କହି ବିଦ୍ୟୁପ୍ରଭା ସେ ଖେୟାଲୀ ଲୋକଟିକୁ ଅନାଇଲେ। ସେ କୌଣସି ଉତ୍ତର ନ ଦେଇ ପୂର୍ବଭଳି କହିଲା, ''ମୁଁ ଆସୁଛି। ପୁଣି ଆଉ କେବେ ଆସିଲେ କପେ ଚା' ପିଇବି। '' ସେହି ସୃଷ୍ଟିଛଡ଼ା ମଣିଷଟି ଅବିଚଳିତ କଣ୍ଠରେ କହିଲା, ''କପେ ଚା' ଖୁଆଇ ମୋ ଉପରେ ଜୁଲୁମ ଆରମ୍ଭ କରିବାକୁ ମୋଟେ ଚେଷ୍ଟାକରନ୍ତୁ ନାହିଁ। ପାଟିରୁ ଦୁଇପଦ କଥା ଖର୍ଚ୍ଚ କରିପାରିଲେ କପେ ଚା' ସବୁଠାରେ ମିଳେ; ମାତ୍ର ସ୍ନେହ ସବୁଠାରେ ମିଳେନାହିଁ। '' ଲୋକଟିର କଥା ଶୁଣି ବିଦ୍ୟୁପ୍ରଭା ଚମକି ପଡ଼ିଲେ। ସେ ମନେମନେ ଭାବିଲେ ମୁଁ ଯେ ତାକୁ ସ୍ନେହକରେ ଏହି କଥା ସେ ଜାଣିଲା କିପରି? ସେ ପ୍ରକାଶ୍ୟରେ ପଚାରିଲେ, ''ଆପଣ ସ୍ନେହ କଥା କ'ଣ କହୁଛନ୍ତି? '' ସଙ୍ଗେ ସଙ୍ଗେ ସେ ସହାସ୍ୟ ବଚନରେ ଜବାବ୍ ଦେଲା, ''ମୁଁ ସ୍ନେହକଥା ମୋଟେ କହୁନାହିଁ। କେବଳ କହିବା ପାଇଁ କେହି କାହାକୁ ବାଧ୍ୟ ନ କଲେ କେହି ଉପରେ ପଡ଼ି କହେ ନାହିଁ-।